ଅବଶ୍ୟ ଏ ରାଜ୍ୟରେ ନର୍ସମାନଙ୍କ ବିରୁଦ୍ଧରେ ଗୋଟିଏ ସ୍ୱଭାବିକ୍ ଘୃଣା ରହିଛି ତଥାପି ସେହି ଖତ ଗଡ଼ିଆରେ ମୁଁ ପଦ୍ମ ଫୁଟାଇ ପାରିଲେ ନିଶ୍ଚୟ ଅନ୍ୟମାନଙ୍କର ସମ୍ମାନ ପାଇବି। ଆପଣଙ୍କ ସ୍ନେହ ପାଇବି। '' ଆଖିରୁ ଲୁହ ଝରି ଆସୁଥିଲା ଶାନ୍ତନୁଙ୍କର। ମୁହଁ ବୁଲାଇ କହିଲେ''ବେଶ୍ତା ହେଲେ ଆସନ୍ତା କାଲି ସମ୍ବଲପୁର ଯିବା ପାଇଁ ପ୍ରସ୍ତୁତ ହୋଇଯାଅ। '' ଆନନ୍ଦିତା ହୋଇ ହସିଉଠିଲା ଚନ୍ଦ୍ରାବତୀ। ଚାକିରୀ ଯିବା ପରେ ଓ ବିଶ୍ୱବିଦ୍ୟାଳୟ ଡ଼ିଗ୍ରୀ କାଢ଼ି ନେବାପରେ ହେମକାନ୍ତ ଏକରକମ ବଦ୍ଧପାଗଳ କହିଲେ ଚଳେ। ସୃଷ୍ଟି ଛଡ଼ା ମଣିଷ ଭଳି ରାସ୍ତାରେ ବୁଲୁଛି ହେମକାନ୍ତ। ଆଜି ଆଉ କାହାରି ସମ୍ମାନ ନାହିଁ ହେମକାନ୍ତ ପ୍ରତି। ଲୋକଚକ୍ଷୁରେ ହେମକାନ୍ତ ନଷ୍ଟଚରିତ୍ର, ସ୍ୱାର୍ଥପରପରଶ୍ରୀକାତର ମଣିଷ। ଏଣୁ ତେଣୁ ଗପି ଗପି ରାସ୍ତା ଉପରେ ଚାଲି ଯାଉଥିବାବେଳେ ଅନେକ ଅଶ୍ଳୀଳ ଆକ୍ଷେପ ଶୁଣେ ସେ। ତଥାପି ରାଗି ପାରେନି ହେମକାନ୍ତ। ଯାହାର ସମାଜରେ ସ୍ଥିତି ନାହିଁ ବଞ୍ଚିବାର ଅଧିକାର ନାହିଁ ତାହାର ରାଗିବାର ମଧ୍ୟ ସ୍ୱାଧୀନତା ନାହିଁ। ସେ ରାଗକୁ ବା ସମର୍ଥନ କରିବ କିଏ? ସାକ୍ଷୀର ସମର୍ଥନ ନ ପାଇଲେ କୋର୍ଟରେ କେସ୍ ଚାଲିପାରୁ ନାହିଁ ହେମକାନ୍ତ ବା କେତେ ମାତର। ଆଜି ମଧ୍ୟ ହେମକାନ୍ତକୁ ଡ଼ଞ୍ଚି ରହିବାର ମୋହ ପାଗଳ କରେ ପୁଣି ନିଜ ପ୍ରତି ନିଜେ ବିଶ୍ୱାସ କରିବାର ଆବେଗ ଉନମନା କରାଏ। ସବୁକୁ ବିଶ୍ଳେଷଣ କରି ସମାଧାନର ବାଟ ଖୋଜେ ହେମକାନ୍ତ। ରାସ୍ତାକଡ଼ର ହିତଳ ପ୍ରସାଦ ଦେଖି ବେଳେ ବେଳେ ପଶୁ ହେବାକୁ ଚିନ୍ତାକରେ ହେମକାନ୍ତ। ପ୍ରାସାଦ ଭିତରେ ପ୍ରବେଶ କରି ସୁନା, ରୂପା, ଧନ ସମ୍ପତ୍ତି ଲୁଟି ନେବାକୁ ଇଚ୍ଛାକରେ ସେ। ପରମୁହୂର୍ତ୍ତରେ ପୁଣି ଭାଗ୍ୟବାଦୀ ହୁଏ ହେମକାନ୍ତ। ନାଁ ନାଁ ଏ କି ହୀନ ଚିନ୍ତା ଭଗବାନ୍ତାକୁ ଛୋଟ ଭାଗ୍ୟ ଦେଇ ଜନ୍ମ ଦେଇଛନ୍ତି ସେ ବୃଥା ଆଶା କରୁଛି କାହିଁକି? ଦ୍ୱନ୍ଦବହୁଳ ଦର୍ଶନ ଭିତରେ ବଞ୍ଚିବାକୁ ଚେଷ୍ଟାକରେ ହେମକାନ୍ତ। ନିଜକୁ ନିଜେ ବିଶ୍ୱାସ କରେ ସେ। ପୁଣି ଚନ୍ଦ୍ରାବତୀ ଓ ଲୋପାମୁଦ୍ରାର ତତ୍ୱ ମଧ୍ୟ ତାକୁ ଗ୍ରାସ କରିଥାଏ। ବେଳେ ବେଳେ ହେମକାନ୍ତ ଭାବେ ମୁଁ ମହାପାପୀ। ମୋତେ ଠିକ୍ଶାସ୍ତି ହୋଇଛି। ନିରୀହା ଚନ୍ଦ୍ରାବତୀକୁ ମୁଁ ବିନା କାରଣରେ ଦୂରେଇ ଦେଇଛି। ସେହି ମନ ଭିତରେ ଆଶ୍ରା ଦେଇଛି ଲୋପାମୁଦ୍ରାକୁ। ଲୋପାମୁଦ୍ରାକୁ ନିଜର କରିଥିବାବେଳେ ଥରେ ହେଲେ ଚିନ୍ତା କରିନାହିଁ ଚନ୍ଦ୍ରାବତୀ କଥା। ଏହାଠାରୁ ବଡ଼ ପାପ କ'ଣ ଥାଇପାରେ? ପୁଣି ପର ମୁହୁର୍ତ୍ତରେ ଭାବେ ହେମକାନ୍ତ। ଲୋପାମୁଦ୍ରା ଯଦି ଚନ୍ଦ୍ରାବତୀ କଥା ଜାଣିଥାନ୍ତା ତେବେ କ'ଣ କଦାପି ନିଜର କରିବାକୁ ଉଚ୍ଛା କରିଥାନ୍ତି? ନାଁ ନାଁ ଲୋପାମୁଦ୍ରା ଠିକ୍କରିଛି ପାପପାଇଁ ପ୍ରାୟଶ୍ଚିତ ହିଁ ବାଢି ଦେଇଛି। ଏଇ ଦୀର୍ଘଦିନ ଭିତରେ ଯଦି ଲୋପାମୁଦ୍ରାକୁ ଥରେ ହେଲେ ଚନ୍ଦ୍ରାବତୀ କଥା କହି ପାରିଥାନ୍ତି ତେବେ ହୁଏତ ଲୋପାମୁଦ୍ରା ସମବେଦନା ଜଣାଇଥାନ୍ତି। ମଣିଷ ସ୍ୱାର୍ଥପର। ଗୋଟିଏ ସୁଖରେ ଥିବାବେଳେ ଆଉ ଗୋଟିଏ ସୁଖକୁ ଭୁଲିଯାଏ ସେ। ବ୍ୟତିବ୍ୟସ୍ତ ହୋଇ ଗସ୍ତା ଉପରେ ଦୌଡ଼ିବାକୁ ଲାଗେ ହେମକାନ୍ତ। ହସିଉଠନ୍ତି ରାସ୍ତାର ମଣିଷ। ହୁଏତ ଇସ୍କୁଲ ଫେରନ୍ତା ପିଲା ଥୋଡ଼େ ବାଟ ଦୌଡ଼ନ୍ତି ହେମକାନ୍ତର ପଛରେ। ରାସ୍ତାରେ ଚାଲି ଯାଉ ଯାଉ ବେଳେ ବେଳେ ବାରିଷ୍ଟର ଶାନ୍ତନୁଙ୍କ ପ୍ରାସାଦ ଆଡ଼େ ଚାହିଁରହେ ହେମକାନ୍ତ। ମନ ବିଷାକ୍ତ ହୋଇଉଠେ। ଘୃଣାତେ ପାଦ ବଢ଼ାଇ ଆଗକୁ ଚାଲେ ହେମକାନ୍ତ। ଏଇ ପ୍ରାସାଦ ଯେ ତା' ଜୀବନର ଗୋଟିଏ ଜୀର୍ଣ୍ଣ ପୃଷ୍ଠାକୁ ଶ୍ରୀମନ୍ତ କରିଥିଲା ଏ କଥା ଚିନ୍ତା କରି ପାରେନି ହେମକାନ୍ତ। ଆଜି ମଧ୍ୟ କଟକ ସହରର ରାସ୍ତାରେ ଠିକ୍ଆଗପରି ମଣିଷର ଭିଡ଼ ଲାଗିଛି। କୃଷ୍ଣଚୂଡ଼ା ଗଛରେ ଫୁଲର ଶୋଭାଯାତ୍ରା ହେଉଛି। ଫୁଲ ଝଡ଼ୁଛି ଓ ଫୁଟୁଛି। ପରିବର୍ତ୍ତନ କିଛି ନାହିଁ। ମାରଓ୍ୱାଡ଼ୀ ଦୋକାନୀର ସାମନାତେ ଭୋକିଲା ଭିକାରୀ ପିଲା ଖଣ୍ଡେ ରୁଟି ପାଇଁ କୁକୁର ସହିତ ଯୁଦ୍ଧ କରୁଛି। ଠିକ୍ ଆଗ ପରି। କିନ୍ତୁ ପରିବର୍ତ୍ତନ ହୋଇଛି କେବଳ ହେମକାନ୍ତର। ସେତେବେଳେ ହେମକାନ୍ତ ଥିଲା ଖ୍ୟାତନାମା ଅଧ୍ୟାପକ। ଆଜି ହୋଇଛି ଦୁଃଶ୍ଚରିତ୍ର ପାଗଳ। ନିଜର ପାଗଳାମୀକୁ ଅନେକ ସମୟରେ ନିଜେ ବିଚାର କରେ ହେମକାନ୍ତ। କିଏ ଏ ପାଗଳାମୀ ପାଇଁ ଦାୟୀ? ଜୀବନର ମହୁଆ ସମୟରେ ଯୌବନ ଆସେ। ଏଇ ଯୌବନ ହିଁ ସବୁ ପାଗଳାମୀର ମୂଳ କାରଣ ସବୁ ପାଗଳାମୀର କେନ୍ଦ୍ର ଭୂଇଁ।